ଅମଲାମାନେ ଏହି ଅଧୋଗୋମନରେ ବୃକୋଦର ପରି ସହାୟତା କଲେ। ଭାରତରେ ଏକ ନୂଆ କିସମର ଔପନବେଶିକ ଶାସନ ଆରମ୍ଭ ହୋଇଗଲା। ଉପରଟା ଗୁରୁରୁ ଅଧିକ ଗରୁ ହୋଇ ଲୋକମାନଙ୍କ ଉପରେ ଲଦି ହୋଇ ରହିଲା। ଏପାଖେ ମଧ୍ୟ ଅଫି ଅଫିମିମାନ ବାହାରିଲେ। ଖୁବ୍ ସମ୍ଭବ ଆରପଟଟାରୁ ଶିକ୍ଷାଲାଭ କରି ସେମାନେ ଏ ପାଖଟାରେ ମଧ୍ୟ ଏକ ସମାନ ପ୍ରକାରର ଉତ୍ତେଜନା ସୃଷ୍ଟି କରିବାରେ ନିମିତ୍ତ ହେଲେ। କ୍ରମେ କେତେଟା ବର୍ଷ ଭିତରେ ଦେଶବାସୀଙ୍କ ମୁଣ୍ଡରେ ଏପରି ଗୋଟିଏ ଧାରଣା ଭରି କରି ଦିଆଗଲା ଯେ କେବଳ ସେପାଖଟା ଆମକୁ ହଇରାଣ କରୁଛନ୍ତି ବୋଲି ଆମେ ଏପାଖରେ ହଇରାଣ ହଉଛୁ। ଆମର ସବୁଯାକ ଦୁର୍ଗତିର କାରଣ ବାହାରେ ଆଉ କେଉଁଠି ରହିଛି ବୋଲି ମଣିଷମାନଙ୍କୁ ଫୁସୁଲେଇ ଦେଇ ନେତାମାନେ ଯୁଗେ ଯୁଗେ ନିରଙ୍କୁଶ ଭାବରେ ରାଜତ୍ୱ କରିପାରିଛନ୍ତି। ପାକିସ୍ତାନରେ ହୁଏତ ସେହି ଆରମ୍ଭରୁ ହିଁ ଏହି ଗଦଟା ଅଧିକ କାମ ଦେଇଆସିଛି। ଆମକୁ ଅନ୍ୟମନସ୍କ କରିବାର ଏହି ଫନ୍ଦିଟା ହିଁ ସତକୁ ସତ ଏପାଖ ତଥା ସେପାଖ ଉଭୟଙ୍କୁ ହିଁ ଧର୍ମଭ୍ରଷ୍ଟ କରିବାରେ ସର୍ବପ୍ରଧାନ କାରଣ ପରି କାର୍ଯ୍ୟ କରୁଛି। ସହସ୍ର ସହସ୍ର ବର୍ଷ ଧରି ଗୋଟାଏ ପ୍ରାଣକୁ ବହନ କରି ଆସିଥିବା ଭୂମିଟିକୁ ଆମେ ଏବେ ଦୁଇଟା ବୋଲି ଭାବିଲୁଣି, ରାଷ୍ଟ୍ର ଓ ଭୂମିକୁ ସେଇ ଗୋଟିଏ କଥା ବୋଲି ଭ୍ରମ କଲୁଣି, ନି ନିଃସନ୍ଦେହ ଭାବରେ ତାହାହିଁ ଉଭୟଙ୍କୁ ଅଲକ୍ଷଣା ହୋଇ ରହିବାରେ ଖୁବ୍ ସାମଗ୍ରୀ ଯୋଗାଇ ଆସିଛି। ପାକିସ୍ତାନର ପିଲାମାନେ ଇସ୍କୁଲରେ ଯେଉଁ ଇତିହାସ ବହି ପଢୁଥିବେ, ସେଥିରେ ସେହି ଇତିହାସକୁ କଦାପି ଉଣେଇ ଶହ ସଡ଼ଚାଳିଶି ରୁ ଆରମ୍ଭ କରାଯାଇ ନଥିବ। ଆମ ଭୂଇଁଟା ସେତିକି ପୁରୁଣା, ଆମର ଇତିହାସ ମଧ୍ୟ ସେତିକି ପୁରୁଣା। ପାକିସ୍ତାନ ଓ ଭାରତ ଉଭୟ ପଟର ପିଲାମାନେ ଯେତେବେଳେ ହରପ୍ପା ଓ ମହେଞ୍ଜୋଦାରୋ ବିଷୟରେ ପଢୁଥିବେ, ସେତେବେଳେ କଣ ତାହାକୁ ତାଙ୍କର ଓ ଆମର ବିଚାରରେ ଅଲଗା ଅଲଗା କରି ପଢୁଥିବେ? ଯାଏ ଏଠି ଯାହା କିଛି ଘଟିଛି ତାହା ହେଉଛି ଯାବତୀୟ ଅର୍ଥରେ ଗୋଟିଏ ଭୂମିର ସମ୍ପଦ। ଯାବତୀୟ ଲଜ୍ଜା ଉଭୟଙ୍କର, ଯାବତୀୟ ଗୌରବ ମଧ୍ୟ ଉଭୟଙ୍କର। ରାଷ୍ଟ୍ର ଦୁଇଟା ହୋଇଥିଲେ ମଧ୍ୟ ଆମେ ଭୂଇଁଟିକୁ ମଧ୍ୟ ଦୁଇଟା କରି ଦେଖିବାର ଧୃଷ୍ଟତା କେବେହେଲେ କରିବା ନାହିଁ। କଲେ ଯୁଗର ବିଧାତା ପାଖରେ ନିଜର ମହତ ସାରିବା ଯାହା ସାର ହେବ। ପରସ୍ପରକୁ ଗୋଟିଏ ଭୂମିର ବୋଲି ଚିହ୍ନିବାର ମହତଟି ରହିଥିଲେ ଯାଇ ଆମେ ପରସ୍ପରକୁ ଯଥାର୍ଥ ଭାବରେ ଚିହ୍ନିବା। ରାଷ୍ଟ୍ରର ସ୍ତରରେ ରହିଥିବା ଯାବତୀୟ ବୈମନସ୍ୟ ସତ୍ତ୍ୱେ ଦୁଇଟିଯାକ ପଟରେ ମୂଳ ସମସ୍ୟା ଗୁଡ଼ିକର କ୍ଷେତ୍ରରେ ହୁଏତ ଅଧିକତର ପରିମାଣରେ ଖାଲି ସାମଞ୍ଜସ୍ୟ ହିଁ ରହିଛି। ଦୁଇଟିଯାକ ପଟରେ ବାସ କରୁଥୁବା ଏହି କୋଟି କୋଟି ମନୁଷ୍ୟମାନଙ୍କୁ ସବାଆଗ ଦେଖି ପାରୁଥିଲେ ଯାଇ ଅମେ ଦୁଇ ପାଖର ଅସଲ ସମସ୍ୟା ଗୁଡ଼ିକ ବିଷୟରେ ସଜ୍ଞାନ ହୋଇପାରିବା। ଭାରତ ଏବଂ ପାକିସ୍ତାନ ଉଭୟଙ୍କର ଅସଲ ସମସ୍ୟା ଧର୍ମ ନୁହେଁ, କାଶ୍ମୀର ବି ନୁହେଁ, ଯୁଦ୍ଧ ତ ଆଦୌ ନୁହେଁ। ଅସଲ ସମସ୍ୟା ହେଉଛି ଦାରିଦ୍ର୍ୟ, ଅଶିକ୍ଷା ଏବଂ ଅସହାୟତା। ଉଭୟ ଦେଶରେ ବହୁସଂଖ୍ୟକ ମନୁଷ୍ୟ ଦରିଦ୍ର ହୋଇ ରହିଛନ୍ତି। ଆଖି ଖୋଲିଦେଇ ପାରୁଥିବା ଶିକ୍ଷାରୁ ବଂଚିତ ହୋଇ ରହିଛନ୍ତି ଏବଂ ପ୍ରାୟ ମିଛଟାରେ ବହୁ ଅସହାୟତାରେ ସଢୁଛନ୍ତି। ଗତ ପଚାଶଟା ବର୍ଷ ମଧ୍ୟରେ ସଂପୃକ୍ତ ରାଷ୍ଟ୍ରଦ୍ୱୟ ଏହି ଦିଗରେ ଖୁବ ବେଶୀ ଉଦ୍ୟମ କରିନାହାନ୍ତି। ଉଭୟପଟେ ଲମ୍ପଟମାନେ ହିଁ ଆସନ ଉପରେ ଜମି ରହିଛନ୍ତି। ପାଠୁଆ ଏବଂ ଧନଶାଳୀ ଅଳପ ମଣିଷ କୋଟି କୋଟି ବହୁତଙ୍କୁ ଅରକ୍ଷ କରି ରଖିଛନ୍ତି। ଅସଲ ସମସ୍ୟାଗୁଡ଼ିକ ପ୍ରତି ଆଗ ଦୃଷ୍ଟି ଦେଇ ସବୁ